ଯାଅ, ଶୁଅ ଯାଇ। ଏଠାରେ ଏପରି ବସି ରହି ମୋତେ ବିରକ୍ତ କର ନାହିଁ। ଏମିତି ଆନନ୍ଦମୟ ପରିବେଶ ମଧ୍ୟରେ ତୁମର ସେଇ ଗୁମ୍‌ସୁମ୍ ଭାବଟା ଅତ୍ୟନ୍ତ ଅସହ୍ୟ ଲାଗୁଛି। ଏଠୁ ଉଠ ତ, ଉଠି ଯାଅ। ମୁଁ କିନ୍ତୁ ବୁଝି ପାରିଲି ଛାୟାର ବିରକ୍ତି ହେବାର କାରଣ। ସିନେମା ହଲ୍‌ରେ ରାଜା ସାମନାରେ ଯେଉଁ ଘଟଣା ଘଟିଲା ସେଇଟା ଛାୟାକୁ କରିଛି ଅଶାନ୍ତ ଅସ୍ଥିର। ଛାୟା ହୋଇଛି ଅସହିଷ୍ଣୁ। ସେଇ ଅସହିଷ୍ଣୁତା ତା'ର ଫୁଟି ଉଠୁଛି ସାମାନ୍ୟ କାରଣରେ, ସାମାନ୍ୟ କଥାରେ। ଆଉ ରାଜା ତା'ର ଅତି ଆପଣାର, ରାଜା ତା'ର ଅତ୍ୟନ୍ତ ନିଜର। ତେଣୁ ସେଇ କ୍ରୋଧଟା ପ୍ରକାଶ ପାଉଛି ରାଜା ଉପରେ। ସବୁ ମୁଁ ବୁଝେ, କିନ୍ତୁ କିଛି ମୋର କରିବାର ନ ଥାଏ। ମୁଁ ତ ଘୁଞ୍ଚି ଗଲି ତା'ର ଜୀବନରୁ ଅନେକ ଦୂରକୁ। ଏକଦମ୍ ପର ହୋଇଗଲି। ତେଣୁ ଛାୟା ଅଜାଡ଼ି ଦେଲା ତା'ର ସମସ୍ତ ସ୍ନେହ ସୋହଗ ରାଜା ଉପରେ। ବାଧ୍ୟ ପିଲାଟି ପରି ସେଠାରୁ ଧୀରେ ଚାଲିଗଲା ରାଜା। କିଛି ସମୟ ପରେ ଆମେ ବି ଚାଲିଗଲୁ। ମୁଁ ଶୋଇବା ଘରେ କେତେ ମିଥ୍ୟାର ଜାଲ ବୁଣି ଚାଲିଲି। ସେ ଜାଲରେ ଛାୟାର ମନଟାକୁ ଛନ୍ଦି ଛାନ୍ଦି ଦେଇ ପୁଣି ମୋର ଅକ୍ତିଆରରେ ବନ୍ଦୀ କରିବାର ବହୁତ ଫନ୍ଦି ମନକୁ ଆଣିଲି। କିନ୍ତୁ ହାୟ, ମୋର କଳ୍ପନାର ମୀନାରକୁ ଧୂଳିସାତ୍ କରି କାନ୍ଥ ଘଣ୍ଟାରେ ବାଜି ଉଠିଲା ଦୁଇଟା। ସ୍ତବ୍ଧ ମଉନ ରାତ୍ରିର ବୁକୁ ଚିରି ଡାକି ଚାଲିଛି ରାତ୍ରିର ଝିଙ୍କାରୀ। ଝିଙ୍କାରୀର କଣ୍ଠ ଶବ୍ଦରେ ଶତ ଶତ ନୂପୁରର ରୁଣୁଝୁଣୁ ଶବ୍ଦ। ଯେଉଁ ଶବ୍ଦ ଛାୟାର ପାଦର ନୂପୁର ଶବ୍ଦ ବୋଲି ମନରେ ମୋର ଭ୍ରମ ସୃଷ୍ଟି କରୁଥିଲା ଏ ପର୍ଯ୍ୟନ୍ତ, ନିମିଷକେ ଅନ୍ତର୍ହିତ ହେଲା ସେଇ ଭ୍ରମ। ମୁଁ ହେଲି ସଚେତନ। "ଛାୟାନୀଡ଼"ର ନିଝୁମତା ନିଃଶେଷ କରିଦେଲା ମୋରି ଏଇ ଜୀବନ ପାତ୍ରକୁ। ଉଠି ଗଲି ବାହାରକୁ। ମୋ ଶୋଇବା ଘରକୁ ଲାଗି ଆଉ ଗୋଟିଏ ଘର ଥିଲା। ସେଇ ଘରର ଝରକାରେ ଯାଇ ଆଖି ରଖିଲି। ଖଟ ଉପରେ ଶୋଇ ରହିଛି ଛାୟା କୋଳରେ ଅଳକାକୁ ନେଇ। ଚଟାଣରେ ଜାକି ଜୁକି ଶୋଇ ରହିଛି ଭୀମ। ଅନୁଭବ କଲି ଶୋଇନି ଛାୟା। ଛୋଟିଆ ଦେହଟି ତା'ର ଥରୁଛି, ଫୁଲି ଫୁଲି କାନ୍ଦୁଛି ଛାୟା। ତା'ର ନିରନ୍ଧ୍ର ପାହାଡ଼ି ମନ ଭେଦି ଝରି ଆସୁଛି ଗଙ୍ଗାଯମୁନାର ଅବିରାମ ଧାରା। ତିନି ଚାରି ଘଣ୍ଟା ଧରି ଛାତି ତଳେ ଯେଉଁ କୋହଟାକୁ ଅଟକାଇ ରଖିଥିଲା, ବର୍ତ୍ତମାନ ଛାତି ଫାଟି ତାହା ପଦାକୁ ବାହାରି ଆସିଛି। ଆସ୍ତେ କରି ଦୁଆର ଠେଲି ଘର ଭିତରେ ପାଦ ଦେଲି। ପାଦ ପାଦ କରି ଆଗେଇ ଗଲି ଛାୟାର ଶଯ୍ୟାଧାର ନିକଟକୁ। ଛାୟା ପାଖରୁ ବେଶ୍ କିଛି ବ୍ୟବଧାନ ରଖି ବସି ପଡ଼ିଲି ତା'ରି ଖଟ ଉପରେ। କେଜାଣି କାହିଁକି ଆଜି ତା'ର ଦେହଟାକୁ ଛୁଇଁ ଦେବାକୁ ସାହାସ ପାଇଲି ନାହିଁ। ମନରେ ମୋର ଭୀଷଣ ଭୟ ଜାତ ହେଲା। ମୋର ଖାଲି ମନ ହେଲା ମୋରି ସ୍ପର୍ଶରେ ସାଙ୍ଗେ ସାଙ୍ଗେ ଉଭାଇ ଯିବ ଛାୟାର ନରମ ପବିତ୍ର ଦେହଟା। କଣ୍ଠରେ ଅନୁନୟ ଭରି, ରହି ରହି କହିଲି ମତେ କ୍ଷମା କର ଛାୟା। ଛାୟା କିନ୍ତୁ ଅନଡ଼, ଅଚଳ। ସବୁ କାକୁତି, ସବୁ ମିନତି ମୋର ବ୍ୟର୍ଥ ହେଲା। ଛାୟା ଜାତିର ସ୍ତ୍ରୀମାନେ ସବୁ ସହି ପାରନ୍ତି, କିନ୍ତୁ ଏହି ଅପରାଧକୁ ସେମାନେ ସହି ପାରିବେନି। ସେମାନେ କ୍ଷମା ଦେବେନି। ଅସହାୟ ହୋଇ ପଡ଼ିଲା ମୋର ମନର ଆଶାର ବ୍ୟାଘ୍ର। କିନ୍ତୁ ସେକଥା ସେଇ କ୍ଷଣକ ଲାଗି। ତଟକା ରକ୍ତର ସ୍ୱାଦ ରଖି ଯେଉଁ ବ୍ୟାଘ୍ର ଉନ୍ମାଦ, ଉନ୍ମତ୍ତ, ସେଇ ବ୍ୟାଘ୍ର ଘୂରି ବୁଲିଲା ପୁଣି ଏଇ ମନର ସୁନ୍ଦରବନରେ। ତଥାପି ବେଳେ ବେଳେ ମନର ବ୍ୟାଘ୍ର ମୋର ଚାହେଁ ବନ୍ଦୀ ହେବାକୁ, ଚାହେଁ ଟିକିଏ ନିରାପଦ ଆଶ୍ରୟ। ଡାକ୍ତର, ଏଇ ଗୋଟିଏ ଦେହ ତଳେ ଦୁଇଟି ଦେହ ନେଇ, ଦୁଇଟି ମନ ନେଇ ମୁଁ ଅସ୍ଥିର ହୋଇ ଉଠିଛି। ମୁଁ ବିବ୍ରତ ବୋଧ କରିଛି, ମୁଁ ଅଶାନ୍ତ ହୋଇଯାଇଛି। ତଥାପି ସରଳ ମସୃଣ ପଥର ସନ୍ଧାନ ପାଇନି। ମୋ ପାଖରୁ ଦୂରେଇ ଗଲା ଛାୟା, ହଜିଗଲା ଛାୟା! ସେଇ ଦିନଠାରୁ ସେ ତା'ର ଶେଷ ଦିନ ପର୍ଯ୍ୟନ୍ତ ଅଲଗା ଘରେ ଶୋଇ କଟାଇ ଦେଲା। ହଁ, ହଁ, ମଝିରେ ଗୋଟିଏ ଦିନ ପଚାରିଥିଲା ଛାୟା ଯେ ଏମିତି କାହିଁକି କଲ? ଏପରି କାହିଁକି ହେଲ? ତା'ଠାରୁ ଘୃଣା ପାଇ ପାଇ ମନ ମୋର ବିଷାକ୍ତ ହୋଇଯାଇଥିଲା। ତା'ର ସେଇ ପ୍ରଶ୍ନ ଶୁଣି ମଥାରେ ମୋର ଶଇତାନ ଚାପିଲା। କହିଲି ଯାହା କଲି ବେଶ୍ କଲି, ଯାହା ହେଲି ତାହା ହେବା ଉଚିତ ବୋଲି ହେଲି।